ବ୍ରାହ୍ମଣର ଚାବୁକରୁ ଆରମ୍ଭ କରି ଜମିଦାରମାନଙ୍କ ଚାବୁକରୁ ଆଘାତ ଆସି ପଡ଼ିଉଛି ରାସ୍ତାର ଏଇ ସାଧାରଣ ମଣିଷ ଚମଡ଼ା ଉପରେ। ଇଂରେଜ ବିତାଡ଼ନରେ କ'ଣ ଏସବୁ ଦାଗ ନ ନିଭିଯିବ? ବିବ୍ରତ ହୋଇ ଉଠିଲା ବିପ୍ଳବୀ ମଶାଙ୍ଗ। ଗୁଳି ଖାଇ କେତେକ ଆଗେ ନିହତ ହୋଇଛି ବ୍ରିଟିଶ ମାଜିଷ୍ଟ୍ରେଟ ଓ ପାଦ୍ରୀ ମାକେଞ୍ଜି। ଅନ୍ୟ ଜଣେ ମାଜିଷ୍ଟ୍ରେଟ ସେହି ଶୂନ୍ୟ ଚେୟାରଟାରେ ବସିବାକୁ ହୁଏତ ସାତ ଦିନରୁ ବେଶି ସମୟ ଲାଗିବନି। ମନେ ହେଉଛି ଯେପରି କୌଣସିଠି କିଛି ହେଲେ ଦାଗ ଲାଗିନି। କ୍ଷତି ହୋଇନି ଶାସନକ୍ଷେତ୍ରରେ। ସ୍ୱଭାବିକ ଅବସ୍ଥାର ବିନ୍ଦୁଏ ହେଲେ ପରିବର୍ତ୍ତନ ହୋଇନି। ସବୁତକ ଆଲୋଡ଼ନ କେବଳ ମଶାଙ୍ଗର ଦେହ ଲାଗି ଥିଲା? ଅଂଶଗ୍ରହଣ କରିଥିଲା ରାଣୀ ଗାଇଦିଲିଓ। ବିପ୍ଳବୀ ମଶାଙ୍ଗର ଆଖିରେ ବର୍ତ୍ତମାନ ମାଜିଷ୍ଟ୍ରେଟ ସାହେବର ଚିତ୍ର କୁଆଡ଼େ ଉଭେଇ ଗଲାଣି। ଉଭେଇଗଲା ଏଇଥିଲାଗି ଯେ ମାଜିଷ୍ଟ୍ରେଟ ସାହେବଙ୍କ ପଛରେ ସେ ଏକ ବୃହତ୍ତର ଅସ୍ତିତ୍ୱ ଦେଖିବାକୁ ପାଉଛି। କ୍ଷମତାଲୋଭୀ ମଣିଷ ଓ ଦୁଇଟା ବଡ଼ ବଡ଼ ଆଖି। ସେ ଦେଖିବାକୁ ପାଉଛି ଇତିହାସ; ସେ ଇତିହାସର ପୃଷ୍ଠାରେ ଲେପ୍ଟି ରହିଛି ବର୍ଣ୍ଣାଶ୍ରମ ଧର୍ମର କଦର୍ଯ୍ୟତମ କାଳିମା, ସମ୍ରାଟ ବାଦଶାହମାନଙ୍କର କୀର୍ତ୍ତିକାଳର କ୍ରମକଳଙ୍କ। ସିଧା ହୋଇ ବସି ମାଶାଙ୍ଗ ଇତିହାସର ପୃଷ୍ଠା ଓଲଟାଇ ଚାଲିଛି। ରାଜନୀତି ସାମୟିକତାର ପାର ହେବାକୁ ଲାଗିଲା ଅତି ଦ୍ରୁତଗତିରେ। ରାଜନୀତି ବଦଳୁଚି , ବଦଳୁଚି ସମାଜତନ୍ତ୍ର। ଜମିଦାର ଆସିଲା, ଆସିଲା ମଧ୍ୟବିତ୍ତ। ଜମିର କୃଷି ଧରି ବସିଲରହିଲା ଚାଷୀ। ଜମିଦାର ଅକ୍ଷର ଚାରିଦିଗରେ ଘୂରିବାକୁ ଲାଗିଲା ଭାରତର କୃଷି ଜଗତ। ବେଶୀଦିନ ଲାଗିଲାନି, ଦୁଇଶହ ବର୍ଷ ପାର ନ ହେଉଣୁ କ୍ଷମତାର ବିଷ ଅଫୁଟ ଫୁଟି ବାହାରିବାକୁ ଲାଗିଲା। ପ୍ରତି ଲୋମକୂପ ଦେଇ ସେସବୁ ଫୁଲି ଫୁଲି ଉଠ ଉଠିଛି। ପକ୍ଷାଘାତରେ ଅବଶ ମୁହୂର୍ତ୍ତରେ ପ୍ରାୟ ସମାହିତ।କାହଁ କାହିଁକି ଇମିତି ହେଲା? ମାଜିଷ୍ଟ୍ରେଟ ସାହେବ କେଉଁଠି? କେଉଁଠି ସେ ଛୋଟଲାଟ ଆଉ ବଡ଼ଲାଟମାନେ? ଗୁଳି ଖାଇ ମୃତ ମାଜିଷ୍ଟ୍ରେଟର ବା ଦୋଷ କେତେ? କାହାକୁ ହେଲେ ଦେଖିବାକୁ ପାଉନି ମଶାଙ୍ଗ। ସେ ଦେଖିବାକୁ ପାଉଚି, ଢେଉ ଆସି ଇତିହାସ ବକ୍ଷରେ କେତେ ଯେ କଲ୍ଲୋଳ ସୃଷ୍ଟି କରିଛି। ଭାଙ୍ଗିଦେଇଛି ସମାଜର ଦୁଇ କୂଳ! କିନ୍ତୁ ରାସ୍ତାର ଏହି ମଣିଷଟାଏ କୌଣସି ପରିବର୍ତ୍ତନ ହେଲାନି ଦୁଃଖୀ ଜନତାର ବକ୍ଷରେ ଜମାଟ ବାନ୍ଧି ରହିଲା ବ୍ୟଥାର ବନ୍ୟା। ସର୍ବସ୍ୱ ଖାଇ ଯେଭଳି ତାର ସର୍ବୋଚ୍ଚ ସ୍ତରରେ ମଥା ଆସି ବାଡ଼େଇ ହୋଇଛି। ନଚେତ୍ ସେଇ ଭଙ୍ଗା ଭଙ୍ଗା ଉପଳଖଣ୍ଡର ଫାଙ୍କା ଦେଇ ସେ ଆଜି ବିଛଣା ଉପରେ ବସି ସେଇ ସର୍ବୋଚ୍ଚ ଚୂଡ଼ାର ନିଃଶବ୍ଦ ବିପ୍ଳବ ଦେଖନ୍ତାନି। ଗାଇଦିଲିଓ ବିପ୍ଳବରେ ରକ୍ତପାତ ନାହିଁ। ନ ଥାଉ, ଭଲ। କିନ୍ତୁ ମାଶାଙ୍ଗର ଆଉ ଫେରିବାର କୌଣସି ବାଟ ନାହିଁ। ମଧ୍ୟବିତ୍ତର ରକ୍ତରେ ହିଁ ମଧ୍ୟବିତ୍ତର ପାପ ପୋଛିଦେବାକୁ ପଡ଼ିବ। ତା'ପରେ କ'ଣ ହେବ ମାଶାଙ୍ଗ ଜାଣେନାହିଁ। କ୍ଷମତାର ବିଷ ଏକ ହାତରୁ କିମ୍ବା କୋଟି ହାତରୁ ଉବୁକି ପଡ଼ିବ କି ନାହିଁ, ତା'ର ଜ୍ୟୋତିଷଗଣନା ମଶାଙ୍ଗ ଜାଣେନା। ସେତେବେଳେ ଏ କ୍ଷମତା ତାକୁ ବହନ କରିବାକୁ ହିଁ ପଡ଼ିବ। ବିପ୍ଳବୀ ମାଶାଙ୍ଗ ଶୋଇପଡ଼ିଲା। ବଡ଼ କ୍ଳାନ୍ତ ବୋଧ କରିଚି ସେ। ରାଜନୀତିର ପତାକା ବୋଲି ବଡ଼ ଭାରୀ ବୋଧ ହେଉଛି। ମୁଣ୍ଡର ଗୌରବ ମୁକୁଟ ବୋଝ ହୋଇପଡ଼ିଛି ତାକୁ। ଧୀରେ ଧୀରେ କହିଉଠିଲା ଗାଇଓ, ମୁଣ୍ଡଟା ଭାରୀ ଭାରୀ ଲାଗୁଛି। ମୁଁ ଚିପି ଦେଉଛି। ଲୁଚି ଲୁଚି ଏଠି ସେଠି ଘୂରିବାକୁ ପଡ଼ୁଛି ନା! ତୁମର କଷ୍ଟ ମତେ ବଡ଼ ବାଧୁଛି ମଶାଙ୍ଗ! ତୁମ କଥା ମତେ ପ୍ରତି ମୁହୂର୍ତ୍ତରେ ଭାବିବାକୁ ପଡ଼ୁଛି। ଶନିବାର ରାତିରେ ମୁଁ କୋହିମା ଛାଡ଼ି ମଣିପୁର ପାର ହୋଇ ଚାଲିଯିବି ଭାବିଛି ଗାଇଓ! ଗାଇଓ ବୋଲୁଛି ରାଣୀ କୁହ, ମୁଁ ପରା ରାଣୀ, ତୁମର ରାଣୀ! ଗାଇଓର ହାତଟାକୁ ଟାଣିଆସିଲା ମ୍ ମଶାଙ୍ଗ। ଭାରତମାତାର ବିଦ୍ରୋହୀ ସନ୍ତାନ କ୍ରମେ କ୍ରମେ ଭୁଲିବାକୁ ଲାଗିଲା ରକ୍ତର ସ୍ୱାଦ। ମନେହେଲା, ସାହେବଙ୍କ ବୁକୁରେ ଗୁଳି ଦୁଇଟା ଯେମିତି ତା ବୁକୁ ଗୋଟାଏ ଗାତ ଖୋଳି ପକାଇଛି। ଇଂରେଜର ଉପନିବେଶ ଖ୍ରୀଷ୍ଟିଆନିଟି ଭାଙ୍ଗିପଡ଼ିଲେ ମଧ୍ୟ ଏ ଗାତ ବୁଜି ହେବନି। ଏ ଗାତ ବୁଜି ଦେଇପାରେ ଗାଇଦିଲିଓ, ପାରିବ ତାର ପ୍ରେମ ଜାହ୍ନବୀ। ବିଦ୍ରୋହୀ ବୁକୁରେ ଭାସିଉଠିଲା ଏକ ନୂତନ ମନ୍ତ୍ର। ଗାଇଦିଲିଓର ହାତଟା ନିଜ ବୁକୁ ଉପରେ ରଖି ମଶାଙ୍ଗ କହିଲା, କୋହିମାର ବାହାରକୁ ଯାଉଛି ଏତିକିମାତ୍ର ଜାଣେ। କେଉଁଠିକି ଯାଉଛି, ବାଟ ନ ଧରିଲେ କହି ପାରିବେନି।